କଥାର ଖିଅ ଧରି ମାଉସୀ କହିଲା ଖଟିଚି ଖାଇଚି... ତାଆରି ଖଟିଚି ତାଆରି ବି ଖାଇଚି କିଛି ନବା ଦରକାର ପଡ଼ିନି, କୋଉଠୁ। ଏଥର ସେ ଜାଣିଲା, ରଥ ରହିଲାଣି ଆଉ ହଡ଼ା ଉଠିବ ନାଁ ଘାସ ଖାଇବ। ତତେ ପଠେଇ ଦେଇଚି ତୋ ହାତରେ ଦେଇଚି କେମିତି ଫେରେଇଁ ଦେବି କହ? ଏତେ ଅବଲୟ ନକରି ଟଙ୍କା ରଖିଲେ ମୁଁ ତ୍ରାହି ପାଆନ୍ତି ଏତିକିରେ ତା' ପାଟିର ଗନ୍ଧ ମତେ ଅସ୍ଥିର କଲାଣି। ମୁଣ୍ଡ ହଲେଇ ହଲେଇ ଫେର୍ ସେ କହିଲା ଏତେ ତ ରଖି ହବ ନେଇ। ପରଖୁଚି ଲାଜ ନାହିଁ ମତେ ପରଖୁଚି ଦବୁ ଯଦି ଦେଇଥା ଦଶଟା ଟଙ୍କା ଯଦି ରେଳ ମଟରରେ ଯିବା ଦରକାର ପଡ଼େ ଗାଡ଼ି ତ ଭଡ଼ାନବ। ନହେଲେ ଯଦି ଏ ପିଞ୍ଜରା ଭାଙ୍ଗି ଶୁକପକ୍ଷୀ ଉଡ଼ିଯାଏ ଟଙ୍କା ପଡ଼ି ରହିଥିବ, ପଞ୍ଜୁରୀ ସାଙ୍ଗେ କାହିଁକି ତା'ର ଅପମାନ ହବ ତୋର ମନ ଦୁଃଖ ହବ। ମୋ ମନ ଦୁଃଖଟା ଆଉ କୋଉ ବାକି ଥିଲା ଟଙ୍କା ଗୁଡ଼ା ମୋ ଆଖିକି ଦିଶୁଥିଲେ ଅର୍ଥହୀନ ଚିତ୍ର ବିଚିତ୍ର ବାଜେ କାଗଜ ଭଳି। ମୋ ଚାକିରି ମୋ ପାରିବାରପଣ ମୋର ଏ ଯାଏ ଲାଭ କରିଥିବା ତଥାକଥିତ ସ୍ୱାର୍ଥ କ'ଣ ସବୁ ମନେ ହେଉଥିଲେ କେବଳ ବାଜେ– ଅଳିଆ ଗୁଡ଼ାଏ ପରି। ହଠାତ ମୋର ପ୍ରଚଣ୍ଡ ରାଗ ହେଲା। ଯାହାକୁ ଓଳିକର ଆହାର ଯୁଟିବା କଷ୍ଟ ତା'ଚାତର ଦେଖ। ଭରା ମାଠିଆର ନିଃଶବ୍ଦତା ଆଗରେ ଫମ୍ପା ମାଠିଆର ଆଓ୍ୱାଜ୍ ଶୁଭିଲା ଭାରି ବଡ଼ ହେଇ। ମୁଁ କହିଲି ତୁ ଏ ଟଙ୍କା ଯାକ ରଖ ଓଷଧ ପତ୍ର ଖାଆ... ପୁରୀ ନଗଲେ ଚଳିବ ଭଗବାନ ଭଗବାନ, ହେଉଚୁ ଯେ ଭଗବାନଙ୍କୁ ଦେଖିଚୁ ଭଲା? ମାଉସୀ ମୁଣ୍ଡ ଉପର ଲୁଗାକୁ ଟିକେ ଟାଣି ଦେଇ ସଲ୍ଲଜ ହସ ହସିଲା ଯୋଉ କଥା ତା' ମନକୁ ନପାଏ ସେ ଏମିତି ହସେ। ତୋର ଯୋଉ କଥା ମୁଁ ଖାଲି ତାକୁ ଦେଖୁଚି ସିଏ ମତେ ଦେଖୁ ନାହିଁ? ମୋରି ଭଳିଆ ଲକ୍ଷେ ଦୁଃଖୀ ଆର୍ତ୍ତ ଅନାଥଙ୍କୁ ଦେଖିବ ବୋଲିତ ଚକା ଆଖି ମେଲେଇ ନନ୍ଦୀଘୋଷରେ ଅନେଇ ବସିଥିବ। ମୁଁ ତାକୁ ଦେଖିବି ସିଏ ମତେ ଦେଖିବ। ସେଇ ଦେଖା ଦେଖିକି ଘିନି ମୁଁ ଗାଆଁକୁ ଆସେ। ତାକୁ ମନେ ପକାଏ, ତାକୁ ତୋ ଭିତରେ ଦେଖେ ମୋ ଭିତରେ ଦେଖେ। ଆଖି ବୁଜିଲେ ଦେଖେ ଆଖି ଫିଟେଇଲେ ଦେଖେ। ଫେର ଯାଇ ବରଷେ ଉତ୍ତାରେ ସେଇ ଦେଖା। ଭାଗବତରେ ଶୁଣିନାହୁଁ ନନ୍ଦରାଣୀ ଯଶୋଦା, ଯମୁନାକୁ ଅନେଇଲେ, କଦମ୍ବ ତଳକୁ ଅନେଇଲେ, ଗୋପଦାଣ୍ଡକୁ ଚାହିଁଲେ ଗୋପାଳ ଦିଶେ। ଦେଖା ହେଲା ଯାଇ ସେଇ ପ୍ରଭାସ– ଯଜ୍ଞରେ। ହେଇଟି ମାଉସୀ ଜଗନ୍ନାଥ ତ କାଠ... ମୋ ସ୍ୱର ମତେ ଫିସ୍ ଫିସ୍ ଦୁର୍ବଳିୟା ଶୁଭୁଥିଲା। ତଣ୍ଟି ରୁନ୍ଧି ହେଇଗଲା ପରି ଲାଗୁଥିଲା। ମାଉସୀ ଓଠରୁ ହସ ବୋହି ପଡ଼ିଲା, ଆଖିରୁ ଲୁହ ବୋହି ପଡ଼ିଲା କେଡ଼େ ବଗୁଲିଆ ଟୋକା କିରେ ତୁ ପାଠପଢ଼ି ଜାଣି ଶିଆଣା ହଉଚୁ କିରେ? ସିଏ କ'ଣ ଯେ ସେ କାଠ? ପକ୍ଷୀ ବସି ନଥିବ, ନାଗସର୍ପ ଜଗି ଥିବ, ଦେହରେ ଥିବ ଶଂଖ ଚକ୍ର ଚିହ୍ନ ସେ ଦାରୁକୁ ଦହୀଲା ପରା କଳାପାହାଡ଼ ଦହୀ ହେଲା କି? ସବୁଥିରେ ସେ ଥାଏ ଦହୀ ହୁଏ ନାହିଁ। ପୋଡ଼େ ନାହିଁକି ବୁଡ଼େ